ପ୍ରତ୍ୟେକ ଦଳ ନିଜର ନୀତି ଓ ଆଦର୍ଶକୁ ଭଲ ଭାବରେ ବୁଝାଇ ସେଥିପ୍ରତି ସାଧାରଣଙ୍କର ବିଶ୍ୱାସ ଜନ୍ମାଇବା ଆବଶ୍ୟକ ହେଉଛି। ହୋଇପାରେ କିଛିକାଳ କୌଣସି ନୀତିକୁ ଲୋକେ ଗ୍ରହଣ କରିବେ ନାହିଁ। କିନ୍ତୁ ଶେଷରେ ସେ ନୀତି ଗୃହୀତ ହେବ ଏ ବିଶ୍ୱାସ ଯେଉଁ ଦଳର ନାହିଁ ସେ ଦଳ ପରିବର୍ତ୍ତନର ସ୍ରୋତରେ କୁଆଡ଼େ ଭାସିଯିବ ଏଥିରେ ସନ୍ଦେହ ନାହିଁ। କେବଳ ଶାସନ ଗାଦିକୁ ଅଧିକାର କରି ବସିଲେ ଯେ ହେଲା ତାହା ନୁହେଁ। ଆୟୁବ ବସିଥିଲେ ଦୃଢ ଭାବରେ ଶାସନରେ। ସେ ତିଷ୍ଠି ପାରିଲେ ନାହିଁ। ଗତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ ତତ୍ପୂର୍ବ ସାଧାରଣ ନିର୍ବାଚନରେ କେତେ ତଥାକଥିତ ନେତା କୁଆଡ଼େ ଉଡ଼ିଗଲେ-। ଏତେ କଥା ହେଲା ପରେ ଓ ହେଉଥିବା ଅବସ୍ଥାରେ ଯଦି ସେହି ଚିରାଚରିତ 'ଅହଂ' ବାଦ ଚାଲେ ତେବେ ଲୋକେ ସେଥିପ୍ରତି ଦୃଷ୍ଟି ଦେବେ ନାହିଁ। ଓଡ଼ିଶାରେ ସାଧାରଣ ନିର୍ବାଚନରେ ପ୍ରାୟ ଦୁଇବର୍ଷ ପରେ କଂଗ୍ରେସ ପକ୍ଷରୁ ସଭାସମିତି କରାହେଉଛି। ଗଣତନ୍ତ୍ରରେ ସଭା ସମିତି ହେଉଛି ଅତ୍ୟାବଶ୍ୟକୀୟ ଅଙ୍ଗ। ଲୋକେ ସବୁ କଥା ବୁଝିବେ, ଜାଣିବେ, ମତ ଗଠନ କରିବେ ଓ ସେହି ମତ ଅନୁସାରେ କାର୍ଯ୍ୟ ହେବ ଏହି ହେଲା ନୀତି। କିନ୍ତୁ ଯେତୋଟି ସଭା ସମିତିର ବିବରଣୀ ପ୍ରକାଶିତ ହୋଇଛି ସେଥିରେ କଂଗ୍ରେସର ନୀତି ଓ ବର୍ତ୍ତମାନ ଅବସ୍ଥାରେ ବିଭିନ୍ନ ସମସ୍ୟାର ସମାଧାନ ସମ୍ବନ୍ଧରେ କଂଗ୍ରେସର ମତ ଓ କାର୍ଯ୍ୟକ୍ରମ ଏସବୁ ସମ୍ବନ୍ଧରେ ତ କିଛି କୁହା ହେଉନାହିଁ-। ନିଜର ବଡ଼ପଣିଆ ଓ ଅନ୍ୟର ନିନ୍ଦା ଏହି ପ୍ରକାର ବ୍ୟକ୍ତିଗତ ପ୍ରଚାର ମାତ୍ର ହେଉଛି-। ଏଥିରେ କଂଗ୍ରେସର କି କାର୍ଯ୍ୟ ସାଧିତ ହେଉଛି ବୁଝାପଡ଼ୁ ନାହିଁ। ଅବଶ୍ୟ ଏହା କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ବୁଦ୍ଧିମାନ ଜନତା ସବୁ କଥାକୁ ଟିକିନିଖି ପରୀକ୍ଷା କରି ସେମାନଙ୍କ ନିଜର ବହୁ ସମସ୍ୟାର ସମାଧାନ ଦିଗରେ କେଉଁ ଦଳ କି କାର୍ଯ୍ୟ କରିପାରିବେ ସେ କଥା ବିଚାର କରିବେ ନିର୍ବାଚନ ବେଳକୁ। ଜନତାକୁ ଅଜ୍ଞ ମନେକରନ୍ତି ଅଜ୍ଞ ଲୋକେ, ଭାରତର ଜନତା ସେମାନଙ୍କ ସାଧାରଣ ଜ୍ଞାନର ପ୍ରମାଣ ବରାବର ଦେଇ ଆସିଛନ୍ତି। ପ୍ରଶ୍ନ ହେଉଛି ସେ ପ୍ରମାଣରୁ ଆମେ କିଛି ଶିଖିବା କି ନାହିଁ? ଆମେ ନ ଶିଖିଲେ ଅନ୍ୟ ଲୋକେ ଶିଖିବେ ଓ ଶିଖୁଛନ୍ତି। ଏକାକୀ ଦେଶର ସମସ୍ତ ସମସ୍ୟା ସମାଧାନ କରିଦେବ, ଏ 'ଅହଂ' କଂଗ୍ରେସର ବର୍ତ୍ତମାନ ସୁଦ୍ଧା ଜାରି ରହିଛି-। ଏଇଥିରେ କଂଗ୍ରେସର ପରିଚାଳନା ଶକ୍ତି ହ୍ରାସ ପାଇଯାଉଛି। କଂଗ୍ରେସକୁ ଛାଡ଼ିଦେଲେ ଅନ୍ୟ ଦଳମାନେ ମଧ୍ୟ କ୍ରମେ ପାଖକୁ ପାଖ ଆସିବା ଉଚିତ। ତା ମଧ୍ୟ ସମ୍ଭବ ହେଉ ନାହିଁ। ଏହି ହେଉଛି ସମ୍ପୂର୍ଣ୍ଣ ଯୁଗପରିବର୍ତ୍ତନର ସୂଚନା। ପ୍ରାୟ ସେହିପରି ମତ ଏବେ ସର୍ବୋଦୟ ନେତା ଜୟପ୍ରକାଶ ନାରାୟଣ ମଧ୍ୟ ବ୍ୟକ୍ତି କରିଛନ୍ତି। ଏ ନୂତନ ନୀତିଟି କଅଣ ତାହା ଜାଣିବା ପାଇଁ ଚେଷ୍ଟା କରି ଯେତିକି ଜାଣିଲି ତାହା ଏହା। ଗଣତନ୍ତ୍ର ବା ଭୋଟଦିଆ ପଦ୍ଧତିରେ ଯେଉଁ ଶାସନ ଚାଲିଛି ସେଥିରେ ଦଳିତ, ନିଷ୍ପେଷିତ, ଅତ୍ୟାଚାରିତ ଶ୍ରେଣୀର ମୁକ୍ତିଲାଭ ସମ୍ଭବ ନୁହେଁ। ଅତ୍ୟାଚାରୀ ଶୋଷକ ଶ୍ରେଣୀର ଧ୍ୱଂସ ସାଧିତ ନ ହେଲେ ଶୋଷିତର ଉଦ୍ଧାର ନାହିଁ। ସେ ଧ୍ୱଂସ ସାଧନ ବଳ ଦ୍ୱାରାହିଁ ହେବ ଯୁକ୍ତି ଦ୍ୱାରା ନୁହେଁ। ଏହା କିଛି ନୂତନ ନୀତି ନୁହେଁ। ଏହାହିଁ ହେଉଛି ଅତି ପୁରାତନ କମ୍ୟୁନିଷ୍ଟ ମତବାଦ ଓ ଏହାର ପ୍ରୟୋଗ ଓ ଉପଯୋଗିତା ସମ୍ବନ୍ଧରେ ଏତେ ଲେଖା ପ୍ରକାଶ